ହସିଲେ ମହାବିଷ୍ଣୁ। କହିଲେ ମୁଁ କଣ କରିବି ତାହା ଜାଣିବାକୁ ଟିକିଏ ଅପେକ୍ଷାକର। ଆଉ କଣ ଆଦେଶ ଦେବାର ସମୟ ଅଛି? କାହାଠାରୁ କୌଣସି କାମ ଜୋରକରି ଆଦାୟ କରିବାର ସମୟ ଅତୀତ ହୋଇଯାଇଛି। ଜରୁର କାର୍ଯ୍ୟ କେବଳ ଆଦେଶଦ୍ୱାରା ହୋଇ ପାରେ ନାହିଁ। ଆଦେଶ ନିର୍ଦ୍ଦେଶ ସେହି ମର୍ତ୍ତ୍ୟବାସୀଙ୍କ ଅବିଚାର ଭଳି ହୋଇଯିବ। ଜୋର ଜବରଦସ୍ତ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ। ନୁହେଁ। ଅନେକ ସମୟରେ ତାର ବି ସମୟ ପରିଣାମ ଏଭଳି ହୁଏ ଯଦ୍ୱାରା ନିଜର ସ୍ଥିତି ଉପରେ ଆଞ୍ଚ ଆସେ। ତୁମ୍ଭେମାନେ ଏ ବିଷୟଟିର ସମସ୍ତ ଭାର ମୋ ଉପରେ ଦେଇ ନିଶ୍ଚିତ ମନରେ ଚାଲିଯାଇପାର। ଆଉ ଜାଣିକରି ଯାଇଥାଅ ଖୁବ୍ ଶୀଘ୍ର ମର୍ତ୍ତ୍ୟରେ ବର୍ଷା ହେଉଛି। ବ୍ରହ୍ମାଦି ଦେବତାମାନେ ନୀରବରେ ମହାବିଷ୍ଣୁଙ୍କଠାରେ ବିଦାୟ ନେଇ ଚାଲିଗଲେ। ସବୁ ଦିନ ପରି ଆକାଶରେ ଖଣ୍ଡେ ଖଣ୍ଡେ ଚୂନା ମେଘ ଭୀଷି ଚାଲି ଯାଉଥାନ୍ତି ସତେ ଯେପରି ସେମାନେ ସଜାଗ ଅଛନ୍ତି ମର୍ତ୍ତ୍ୟରେ କଣ ହେଉଛି ସବୁ ଜାଣି ରଖିବାବୁ। ସମସ୍ତଙ୍କ ଅଗୋଚରରେ ମହାବିଷ୍ଣୁ ଓହ୍ଲାଇ ଆସିଲେ ଭୂପୃଷ୍ଠକୁ ଏକ ମାଛଧରାଳୀ ବେଶରେ। ହାତରେ ଖଣ୍ଡେ ଜାଲଧରି ଗୋଟିଏ ନଦୀ ବନ୍ଧରୁ ନଦୀ ଭିତରକୁ ସେ ଓହ୍ଲାଇ ଆସିଲେ-। ସବୁ ନଦୀ ତ ଶୁଖିଯାଇଛି। ନଦୀରେ ପାଣି ନଥିଲେ ମାଛ ବା ଆସିବେ କୁଆଡ଼ୁ? ତଥାପି ସେ ନଦୀ ଭିତରକୁ ଯାଇ ଶୁଖିଲା ନଦୀରେ ଜାଲ ପକାଇବାକୁ ଲାଗିଲେ। ବେଶ୍ ସରସ ମନରେ ଖେପା ପରେ ଖେପା ସେ ପକାଇ ଚାଲିଛନ୍ତି। ଆକାଶରେ ଭାଷି ଯାଉଥିବା ଧଳା ଧଳା ଚୂନା ଚୂନା ମେଘଖଣ୍ଡ ମଧ୍ୟରୁ ଖଣ୍ଡେ ମେଘ ଏ ଅଦ୍ଭୁତ ମାଛ ଧରାଳୀଟିକୁ ଦେଖିବାକୁ ପାଇଲା। ସେ ଏ ଅଦ୍ଭୁତ କାର୍ଯ୍ୟ ଦେଖି କାବା ହୋଇଗଲା। ସେ ପୁଣି ମନେ ମନେ ଭାବିଲା ମୋର ବୋଧେ ଦେଖିବାରେ ଭ୍ରମ ହେଉଛି। ତେଣୁ ଭଲକରି ନିରେଖି ସେ ଲୋକଟିର କାର୍ଯ୍ୟକୁ ଲକ୍ଷକଲା। ନା–ସେ ଭୁଲ ଦେଖି ନାହିଁ। ତାହା ହେଲେ ଏ ଲୋକଟା ପାଗଳ ନା କଣ? ଆଉ ଖଣ୍ଡେ ଚୂନା ମେଘକୁ ଡାକି ସେ ତାହା ଦେଖାଇଲା। ସେ ମଧ୍ୟ ଏକ ଅଦ୍ଭୁତ କଥା ଦେଖି ବିସ୍ମିତ। ପ୍ରକୃତ କଣ ଏ ଲୋକଟା ପାଗଳ? ଧୀରେ ଧୀରେ ମେଘମାନଙ୍କ ମଧ୍ୟରେ ଏ ସମ୍ୱାଦ ବ୍ୟାପୀଗଲା। କୌତୁହଳ ହୋଇ କେତେଖଣ୍ଡ ମେଘ ମାଛଧରାଳୀଟିର ମୁଣ୍ଡ ଉପରେ ଭାଷି ଭାଷି ଠିକ୍ କଲେ ଲୋକଟିକୁ ତ ପଚାରି ଦେଲେ ହୁଅନ୍ତା, ଶୁଖିଲା ନଦୀରେ ସେ କାହିଁକି ଜାଲ ପକାଉଛି। ସେ କଣ ଆଉ ମାଛ ପାଇଁ ଜାଲ ପକାଉ ନାହିଁକି? ଖଣ୍ଡେ ମେଘ ବଡ଼ ପାଟିରେ ଡାକି ପଚାରିଲା–ହୋ ଜାଲୁଆ ଭାଇ! ଶୁଖିଲା ନଦୀରେ ଜାଲ ପକାଇ କଣ ମାଛ ଧରୁଛ? ଛଦ୍ମବେଶୀ ଜାଲୁଆ ଜାଲ ପକାଉ ପକାଉ କହିଲା ନାହିଁରେ ଭାଇ ଶୁଖିଲା ନଦୀରେ ମାଛ କେଉଁଠୁ ଆସିବେ। ମୁଁ ମୋର ଅଭ୍ୟାସ ପାଇଁ ଏହା କରୁଛି। ଦୁଇବର୍ଷ ଗତ ହୋଇଯାଇଛି। ଏବର୍ଷକୁ ମିଶାଇ ତିନି ବର୍ଷ ହେଲା–ବିନ୍ଦୁଏ ବି ବର୍ଷା ହୋଇ ନାହିଁ। ହୁଏତ ଆଉ କିଛିଦିନ ଏହିପରି ଯିବ। ମାତ୍ର ଦିନେତ ପୁଣି ବର୍ଷା ହେବ। ସେତେବେଳକୁ ଯଦି ମୁଁ ମୋର ବେଉଷା ଭୁଲି ଯାଇଥାଏ-। ତେବେ ମାଛ ଧରିବି କିପରି? ତେଣୁ ବର୍ତ୍ତମାନ ମୋର ସେହି ପୂର୍ବ ଅଭ୍ୟାସ ବଜାୟ ରଖିବାକୁ ଜାଲ ପକାଉଛି ଯାହା। କଥାରେ ଅଛି ଅଭ୍ୟାସଗତ କର୍ମ–ଅଭ୍ୟାସ ନଥିଲେ କରିବା